' ''ଭାଗ୍ୟରେ ଯାହା ଥିବ। '' ''ଅକଲ ଦେଖ। ଭାଗ୍ୟରେ ଥିବ ବୋଲି ମଣିଷ ଜାଗତା ରହିବ ନାହିଁ। '' ତେଣେ ଦାଣ୍ଡରେ କିଏ ଡାକ ପକେଇଲା। ମାଷ୍ଟରାଣୀ ଆସି ଦୁଃଖୀ ପାଖରେ। ଦୁଃଖୀ ଦାଣ୍ଡକୁ ଯାଇ ଦେଖିଲା, ତା' ଶ୍ୱଶୁର ଘର ଗାଁର ଲୋକ। ଭାଷା ଖଣ୍ଡ ତା' ହାତରୁ ଆଣି ଦୁଃଖୀ ପଢ଼ିଲା। ତା'ପରେ ଚୁପ୍ଗ ମ୍ଭୀର। ସେ ଲୋକଟିକୁ ଆଗ ଖାଇବାକୁ ଦେଲା। କହିଦେଲା ଅବିକା ପାଟି ଛାଟି କିଛି କରନା। ସେ ବିଚରା ତୁନି ପଡ଼ି ରହିଲା। ମା ପଚାରିଲା ''କାହିଁକି ଆସିଚ କିରେ? '' ''ଭାଷା ଆଣିଚୁ। '' ''କି ଭାଷା? '' ''ଯିବାପାଇଁ ଲେଖିଚନ୍ତି। '' ''କିଏ ତୋ ଶ୍ୱଶୁର? କାହିଁକିରେ? '' ''ଖାଲିଟା ଏମିତି। '' ''ଯାଉନୁ'' ବୁଲି ଆସିବୁ। ଯେତେ କହିଲେ ତୁ କ'ଣ ଶୁଣିବୁ ଯେ! ମନ କରୁଥିଲେ ରୋଜ୍ ଦି'ଥର ହେଇ ଆସନ୍ତୁ କେତେ ବା ବାଟ। ଖାଇପିଇ ଖରା ଲେଉଟିଲେ ବାହାରି ଯାକାହିଁକି ଡାକିଛନ୍ତି ଭଲ କି ମନ୍ଦ ବୁଝି ଆସିବୁ। '' 'ହୋଉ' ବୋଲି କହି ଦୁଃଖୀ ମାଷ୍ଟରାଣୀ ପାଇଁ ଭାତ ବାଢ଼ି ଦେଇ ବସିବାକୁ କହିଲା। ମାଷ୍ଟରାଣୀ ପଚାରିଲା 'ଆପଣ? ' ଦୁଃଖୀ କଣ୍ଠରୁଦ୍ଧ ହେଇ ଆସିଲା। ବହୁକଷ୍ଟରେ ନିଜକୁ ସଂଯମ କରି କହିଲା 'ଆପଣ ଖାଇସାରନ୍ତୁ। ' 'ନା ନା ଆପଣ ନ ବସିଲେ ମୁଁ ବସିବି ନାହିଁ। '' ଦୁଃଖୀ ଛାତିକି ଟାଣ କରିନେଲା। ଭାଗ୍ୟକୁ ଘରେ ଭାତ ଥିଲା। ସେ ବାଢ଼ି ଆଣିଲା। ଦୁହେଁଯାକ ବସିଲେ। ଖାଇସାରି ମାଷ୍ଟରାଣୀ କହିଲା ଆପଣ ଟିକିଏ ବିଶ୍ରାମ ନିଅନ୍ତୁ। ମୁଁ ଚାଲିଲି ପାଣ ସାହିକୁ। ଦୁଃଖୀ ରାଜିହେଲା। ଇୟାରି ଭିତରେ ଦୁଃଖୀ ମା ଯାଇ ପଚାରି ଆରମ୍ଭ କରି ଦେଇଚି, ଦୁଃଖୀ ଶ୍ୱଶୁର ଘରୁ ଆସିଥିବା ଲୋକଟିକୁ। ଖୋଳି ତାଡ଼ି ପଚାରୁଛି। ମାଷ୍ଟରାଣୀ ଘରୁ ବାହାରି ପାଞ୍ଚହାତ ବାହାରି ଯାଇଛି କି ନାହିଁ, ବୁଢ଼ୀ କାନ୍ଦିଉଠିଲା ''ଲୋ ମା ଝିଅ ମୁଁ କ'ଣ କରିବିରେ ଦୁଃଖୀଆ ତୋ ବାପକୁ ଡାକରେ ଦୁଃଖିଆ। '' ମାଷ୍ଟରାଣୀ ଫେରି ପଡ଼ିଲା। ପଚାରିଲା 'କ'ଣ ମାଉସୀ? '' 'ମୁଁ କ'ଣ କରିବି ଝିଅ? ମୋତେ ତ ବୁଦ୍ଧି ଦିଶୁନାହିଁ। ଦୁଃଖୀ ଭାରିଯାକୁ ଠାକୁରାଣୀ '। ମାଷ୍ଟରାଣୀ ଚାହିଁଲା। ଦୁଃଖୀ ଘର ଭିତରେ ଠିଆ ହେଇଚି କାଠ ପୁଣି ନିର୍ବେଦ ନିସ୍ପନ୍ଦ । ''ଦୁଃଖୀବାବୁ ଆପଣ ଠିଆ ହେଇଚନ୍ତି କ'ଣ? ' ''ଏହଁ। ମୋତେ ଯିବାକୁ ହବ, ନା? ମୁଁ ତାହାହେଲେ ପାଣ ସାହିକି ଯାଉଚି ତମେ ଆପଣ ସେ ଶଙ୍ଖାରି ଘରକୁ ଯାଆନ୍ତୁ। '' ''ଆପଣ ଶ୍ୱଶୁର ଘରକୁ ଯିବେ ନାଇଁ? '' ''ଏ ଗାଁକୁ କାହା ହାତରେ ଛାଡ଼ି ଯିବି? '' ''ମୁଁ ଅଛି। '' ''ଏକୁଟିଆ ଆପଣ ପାରିବେ ନାହିଁ। '' ''ପୁଣି ସେଠିକି ଯିବାବି ତ ଆପଣଙ୍କର କର୍ତ୍ତବ୍ୟ। '' ''ହଁ, କର୍ତ୍ତବ୍ୟ ଓ ସ୍ୱାର୍ଥ ଉଭୟ। ଏଠି କେବଳ କର୍ତ୍ତବ୍ୟ। କେଉଁଟା କରିବି? ଆପଣ କହନ୍ତୁ। '' ମାଷ୍ଟରାଣୀ କିଛି କହିପାରିଲା ନାହିଁ। ଦୁଃଖୀ ଧୀରେ ଧୀରେ ଘରୁ ବାହାରିଲା। ଶ୍ୱଶୁର ଘର ଲୋକଟା ପଚାରିଲା ''ନା ନା ଯିବ ଯେ। '' ''ମୁଁ ଯିବି, ତୁ ଯା। '' ଅଗଣିଦାଶ ଆସି ଶୁଣିଲାକ୍ଷଣି ନିଆଁ ହେଇଗଲା। ''ମୁଁ ଜାଣେ ସେ ଟୋକାଟା ପଥର ସେ ଟୋକାଟା ଅମଣିଷ। ବହୂଟାକୁ ଦିନକର ଦିନେ ସୁଖ ପାଇଲା ନାହିଁ। ମୁଁ ବାହା କରେଇ ବହୂ ଆଣିଥିଲି ବୋଲି ତା'ର ଏତେ ଅହନ୍ତା। ମୁଁ ଜାଣେ। ଆଜିକାଲିକା ଟୋକାଙ୍କ କଥା କ'ଣ ମୋତେ ଅମାଲୁମ? ହଉ ନ ଯା' ତୁ! ମୁଁ ଯିବି ମୋ ଲୁଗା କାଢ଼ି ଦିଅ ମୁଁ ଯିବି। ମୁଁ ମୋ ବହୂକୁ ବଞ୍ଚେଇବି ମୁଁ ମୋ ଝିଅକୁ ବଞ୍ଚେଇବି। ଭାବିଛୁ ଏ ବୁଢ଼ା ଦିହରେ ବଳ ନାହିଁ ମନରେ ଜୋର୍ ନାହିଁ ନା? ଆଚ୍ଛା, ଦେଖିବା ଭଲା। '' ବୁଢ଼ା ସାଙ୍ଗେ ସାଙ୍ଗେ ଛତା ବାଡ଼ି ଧରି ଲୁଗାତକ କାଖରେ ଯାକି ଖରାଟାରେ କି ସମୁଦିଘରକୁ ବାହାରିଲା ବାଟ ଦୁଇକୋଶ। ମାଷ୍ଟରାଣୀ ପଚାରିଲା ''ଦୁଃଖୀଶ୍ୟାମବାବୁ, ଆପଣ ଗଲେ ନାହିଁ? '' ଦୁଃଖୀ ଅଳପ ହସିଲା। ସେ ହସ ଯେମିତି ଆପଣାକୁ ବହଲେଇବାର ହସ। କେତେବେଳ ପରେ କହିଲା 'ସେଠିତ ତାକୁ ଦେଖିବାକୁ ଲୋକ ଅଛନ୍ତି ବାପ ମା, ଭାଇଭଉଣୀ ସମସ୍ତେ। ଏଠି ଏ ଗରିବଗୁଡ଼ାଙ୍କୁ ଦେଖିବ କିଏ? ଗୋଟିଏ ଜୀବନପାଇଁ ଏତିକିଗୁଡ଼ିଏ ଜୀବନକୁ ଭସେଇ ଦେଇ ଯିବି? '' ମାଷ୍ଟରାଣୀ ତାଟକା ହୋଇ ଅନେଇ ରହିଲା।